ସବୁଥିରେ ମୋର ଶୁଭକାମନା। ମୋ ନାମାଙ୍କିତ ଗୋଟିଏ ରୁମାଲରେ ତାର କେତେଟୋପା ଆଶ୍ରୁବିନ୍ଦୁ ହିଁ ତା'ର ବିଦାୟକାଳୀନ ଉପହାର। ତାର ପ୍ରତ୍ୟୁପହାର ମୁଁ କ'ଣ ଦେବି ସଙ୍ଗେ ସଙ୍ଗେ ଭାବିପାରି ନ ଥିଲି। ଖାଲି ତା ମୁହଁରୁ ମୁହଁକୁ ଚାହିଁ ରହିଥିଲି ମୂକ ଭଳି। ଗଲାବେଳେ ନିମ୍ମୁ ପାଇଁ କିଛି ଦେଇ ପାରିଲିନି ଏପ ଏପରିକି ମୋର ସ୍ନେହଁ ସୁଦ୍ଧା ପଠାଇ ପାରିନି। ଖାଲି ଚାହିଁଚି ମଟର ଛାଡ଼ିଦେଲା। ମୁଁ ଦାର୍ଜିଲିଂ ଅଭିମୁଖେ ସେ ସୋନାପୁର। ସ୍ୱପ୍ନା ଆଜି ଆସିବାର କଥା। ହୁଏତ ଏକା ଏକା ଆସିବ, ନଚେତ ସମ୍ପର୍କୀୟ ଭାଇ ଶମ୍ଭୂଦା ସାଥିରେ। ଆଜି ଟିକିଏ ଶୀତ କମ୍। ଗପ କହୁଚି ରତ୍ନାକୁ ଇୟାତି ର ଗପ, ଯାହାକୁ ଆମେ କହୁ ତୁଷାର ମାନବ। ସେର୍ପା ଭାଷାରେ ଇୟାତି। ସେର୍ପା ବସ୍ତିରେ ଏ ସମ୍ବନ୍ଧରେ ବହୁତ ଗପ ଶୁଣିଛି। ଶୁଣିଲାବେଳେ ଭୂତ ଗପ ଶୁଣିଲା ଭଳି ଲାଗେ। ଡର ଲାଗେ କିନ୍ତୁ ଶୁଣିବାକୁ ମଜା।ଦେଖିବାକୁ କେମିତି? ପ୍ରଶ୍ନ କରୁଚି ରତ୍ନା। ଇୟାତି ଦେଖିବାକୁ ବଡ଼ ମାଙ୍କଡ଼ ଭଳି। ମାଙ୍କଡ଼ ଚାରି ପାଦରେ ଚାଲେ କିନ୍ତୁ ଇୟାତି ଚାଲେ ଦୁଇ ପାଦରେ ଠିକ୍ ମଣିଷଙ୍କ ଭଳି। ଦେହରେ ଗୁଡ଼ାଏ ବାଳ। ବଡ଼ ଅଦ୍ଭୁତ ରକମର ଜାନୁଆର। ଆଖି ଦୁଇଟା ଭିତରକୁ ପଶି ଯାଇଥାଏ, ମୁଣ୍ଡଟା ବାହାରକୁ ବାହାରି ଆସିଥାଏ। ଦେହର ବାଳ ଦୁଇ ଭାଗରେ ବିଭକ୍ତ। ଅଣ୍ଟାର ମୁଣ୍ଡଯାଏଁ ବାଳଗୁଡ଼ାକ ସିଧା ସିଧା ଉପରକୁ ଉଠିଥାଏ। ଅଣ୍ଟାଠୁ ତଳକୁ ବାଳ ଝୁଲି ରହେ। ଚାରି ପାଞ୍ଚ ଫୁଟ୍ ଉଚ୍ଚ। ଦୁଇ ପାଦରେ ଦୌଡ଼େ। ଦୌଡ଼ିଲା ବେଳେ ଜଙ୍ଘ ଦିଓଟିକୁ ଦୁଇ ହାତରେ ଚାପି ଧରିଥାଏ। ବାଘ ଭାଲୁଙ୍କ ଭଳି ଗର୍ଜି ଉଠେନା, ହୁଇସିଲ୍ ଭଳି ଶୁଶୁରି ମାରେ। ଏମାନେ ରାତିରେ ଆସି ଫସଲ ଉପାଡ଼ି ପକାନ୍ତି କିନ୍ତୁ ଯେଉଁ କ୍ଷେତ ଉଜାଡ଼ି ପକାନ୍ତି ତାକୁ ପୁଣି ସଜାଡ଼ିବାକୁ ଚେଷ୍ଟା କରିଥାଆନ୍ତି। ଇୟାତି ଦୁଇ ଜାତିର। ଗୋଟିଏ ଜାତିର ଇୟାତି ମଣିଷକୁ କାମୁଡ଼ି ଗୋଡ଼ାନ୍ତି। ବାଘ ଭଳି ରକ୍ତ ପିପାସୁ ମାଂସାଶୀ ଏମାନେ। ଅନ୍ୟଜାତିଟି ଖାଲି ଜୀବଜନ୍ତୁକୁ ଖାଇ ଥାଆନ୍ତି। ପ୍ରଥମ ଜାତିଟିକୁ ନେତ୍ରେ ଅନ୍ୟଟିକୁ ଚତ୍ରେ କୁହନ୍ତି ଚୁତ୍ରେ କୁହନ୍ତି। ନେପାଳୀ, ସର୍ପା, ସିକିମ୍ ସବୁ ଭାଷାରେ ଏହାର ନାମ ଇୟାତି। ବିଶ୍ୱବିଖ୍ୟାତ ଜୁଲିଆନ ହକ୍ସଲେଙ୍କ ମତରେ ଏହା ଏକ ରକମର ଭାଲୁ। ସର୍ପାମାନଙ୍କର ବିଶ୍ୱାସ ଏ ଜନ୍ତୁକୁ ଦେଖିଲେ ଅମଙ୍ଗଳ ହୁଏ। ଯେ ଦେଖେ ସେ ବେଶୀଦିନ ବଞ୍ଚେନା। ଦୁଇ ଚାରି ଦିନରେ ମୃତ୍ୟୁ ହୋଇଯାଏ। କିନ୍ତୁ ଯେଉଁମାନେ ଏ ଗପ କହୁଥିଲେ, ସମସ୍ତେ ପ୍ରାୟ ଏ ଜନ୍ତୁଟିକୁ ଦେଖିଛନ୍ତି। କିନ୍ତୁ କେହି ଏ ଯାଏଁ ମରିନାହାନ୍ତି। ଦେଖିବା ପରେ ତିନି ଚାରି ବର୍ଷ ଧରି ବଞ୍ଚିଲେଣି। ଏଇ ଇୟାତି ଗପ ଶୁଣିବାକୁ ରତ୍ନା ଅତି ବ୍ୟଗ୍ର। ମା ଡାକ ଛାଡ଼ିଚନ୍ତି ଜଳଖିଆ ଖାଇବାକୁ। ତଥାପି ରତ୍ନା ପାଖରେ ପାଖ ଛାଡ଼ୁନାହିଁ। କିଛିଟା କେହି ବନ୍ଦ କରିଦିଅ । ରତ୍ନା ପଚାରେ ତା'ର ପରେ? କିଛିଟା କେହି ପୁରୁଣା କଥା ବୁଲାଇ ଦିଅ। ଉପର ବେଳା। ଠିକ୍ ଗୋଟାଏ ବେଳେ ମାମୁଁ ଜଳପାଇଗୁଡ଼ିକୁ ଆସି ପହଞ୍ଚିଛନ୍ତି। ଆଜି ଦାର୍ଜିଲିଂ ଛାଡ଼ି ଯିବାକୁ ପଡ଼ିବ। ଯିବି ଗୌହାଟୀ। ଆସାମ। ସେଇଠୁ ଫେରିବାକୁ ହେବ। ମାମୁଁ ଖୁବ୍ ତରତର କଲେଣି। ବେଡ଼ିଂ ବାନ୍ଧିବାରେ ବ୍ୟସ୍ତ ସେ। ମୋର କିନ୍ତୁ ଯିବାକୁ ଆଦୌ ଇଚ୍ଛା ନାହିଁ। ଆଜି ସ୍ୱପ୍ନା ଆସିବ। ଅନ୍ତତଃ ସାକ୍ଷାତ ହେବା ଉଚିତ ଥିଲା। ରତ୍ନାର ମାଆ ଆସି ମାମୁଁଙ୍କୁ କହିଲେ ଗୋଟିଏ ଦିନ ରହିଗଲେ କ'ଣ ଅସୁବିଧା ହେଇଯିବ? ମାମୁଁ ମତେ ଚାହିଁଲେ। କିଛି ଜବାବ ନ ଦେଇ ତୁନି ରହିଲେ। ଶିଲିଗୁଡ଼ିକୁ ଜୀପ୍ ଆସିଥିବ। ମାଈଁ ମଧ୍ୟ ଆସିଥିବେ। ଫେରିଯିବେ। ଅସୁବିଧା ଭିତରେ ଏକତ।ଜିବନବାବୁଙ୍କ ସହିତ ସାକ୍ଷାତ ହୋଇ ପାରିନି। ହୁଏତ କାଲି କି ପହର ଦିନ ବିଜନବାବୁ ଶୋନାଟୋରିୟମରୁ ଫେରିବେ। ରତ୍ନାର ଇଚ୍ଛା ବାପା, ମା, ସ୍ୱପ୍ନାଦିଦି, ମୁଁ ଏକାଠି ହୋଇ ଟାଇଗର୍ ହିଲ୍କୁ ବୁଲିବାକୁ ଯାଆନ୍ତୁ। ରତ୍ନାର ମାଆ ଆଗରେ ମାମୁଁ କିଛି କହି ପାରିଲେନି। ତିନି ତିନିଟାରେ ସ୍ୱପ୍ନା ଆସିବ। ଆମକୁ ବି ସେଇ ତିନିଟା ବେଳେ ଯିବାକୁ ପଡ଼ିବ। ରତ୍ନାର ମାଆ, ରତ୍ନା, ମାମୁଁ ସମସ୍ତେ ମିଶି ବାହାରିଲୁ ମଟରଷ୍ଟାଣ୍ଡକୁ। ହରିସିଂ ଗାଡ଼ି ଛାଡ଼ିନି। ଟିକକ ପରେ ଛାଡ଼ିବ।